ସେ ପ୍ରତିଜ୍ଞା କଲା, ନିଶ୍ଚୟ ଏହାର ପ୍ରତିଶୋଧ ନେବ। ସେହିଦିନଠୁ ସେ ତାକୁ ମାରିବାପାଇଁ ଛକିଲା। ଦିନେ କୋକିଶିଆଳୀ ନାଳ ପାର ହେଉଥାଏ। ଏତିକିବେଳେ କଇଁଛ ପାଣିରେ ରହି କୋକିର ଗୋଟାଏ ଗୋଡ଼କୁ କାମୁଡ଼ି ଧରିଲା। କୋକି ବୁଦ୍ଧିଆଙ୍କ ଗୁରୁ। ବିପଦରେ ପଡ଼ିଲେ ବି ବିଚଳିତ ନ ହୋଇ ସେ କହିଲା-''ବାଃ ବାଃ! ମୋର କପାଳ ଭଲ। ଟିକେକେ ମୁଁ ରକ୍ଷା ପାଇଗଲି। ବୋକା କଇଁଛଟା ପାଟିରେ ଗୋଟାଏ କାଠ କାମୁଡ଼ିଛି। ମୋ ଗୋଡ଼ଗୁଡ଼ିକ ତା' କବଳରୁ ରକ୍ଷା ପାଇଯାଇଛି। '' କଇଁଛ ଭାବିଲା, ମୋର ଭୁଲ୍ ହୋଇଯାଇଛି। ଏହା ଭାବି ସେ କୋକି ଗୋଡ଼କୁ ପାଟିରୁ ଛାଡ଼ିଦେଲା। ଆଉଦିନେ କୋକିଶିଆଳୀ ଛୋଟ କେନାଲକୁ କିପରି ପାରିହେବ ସେ କଥା ଭାବୁଥାଏ। ଆରେ କୂଳରେ ତା'ର ଗୋଟିଏ ଜରୁରୀ କାମ ଥାଏ। କଇଁଛଟି କାଳେ ପୁଣି ତାକୁ ଧରି ପକାଇବ ଏଥିପାଇଁ ସେ ଖୁବ୍ ସତର୍କ ହୋଇ ପାଣି ଭିତରକୁ ପାଦ ପକାଉଥାଏ। ଏଣେ କଇଁଛଟି କୋକିକୁ ଧରିବା ଲାଗି ବହୁତ ସମୟ ଅପେକ୍ଷା କରି ଅସ୍ଥିର ହୋଇପଡ଼ିଥାଏ। ଶେଷକୁ ସେ ପାଣି ଉପରକୁ ଭାସିଉଠିଲା। କୋକିକୁ ଦେଖି ମନଇଚ୍ଛା ଗାଳିଦେଲା। କହିଲା-''ରହିଥା, ମୋ ହାବୁଡ଼ରୁ ତୁ କେବେହେଲେ ରକ୍ଷା ପାଇପାରିବୁ ନାହିଁ। କୋକିଶିଆଳୀ ମଧ୍ୟ ତାକୁ ଠିକଣା ଜବାବ ଶୁଣାଇ ଦେଲା। ଏହା ଶୁଣି କଇଁଛ ଆହୁରି ରାଗିଗଲା। ସେ ପାଣିର ଅଳ୍ପ ତଳେ ଭାସି ଭାସି ଯାଉଥାଏ। କୋକି ସଙ୍ଗେ ସଙ୍ଗେ କଇଁଛ ପିଠି ଉପରକୁ ଡେଇଁ ପଡ଼ିଲା। ତା' ପିଠିରେ ବସି ଅପର ପାଖକୁ ଚାଲିଗଲା। ଅପର ପାଖେ ପହଞ୍ଚି କହିଲା-''ବାଃ, ବାଃରେ। କୋକିଟା ପଳାଇବା ଦେଖି କଇଁଛ ନିରାଶ ହୋଇଗଲା। '' ଭାବିଲା କୋକିଶିଆଳୀଟା ମୋତେ ସବୁଥର ଠକିଲା; ମାତ୍ର ମୁଁ ତାକୁ ଏଥର ଛାଡ଼ିବିନାହିଁ। ନିଶ୍ଚେ ଧରି ଉଚିତ୍ ଶିକ୍ଷା ଦେବି। ସେ କେନାଲ କୂଳକୁ ଆସି ମାଟି ଉପରେ ମଲାଭଳି ଆଖି ବୁଜି ଶୋଇରହିଲା। ଭାବିଲା-ମୋତେ ଶବ ମନେକରି କୋକି ମୋ ପାଖକୁ ଆସି ମୋ ମାଂସ ଖାଇବ। ଅନେକ ସମୟ ପର୍ଯ୍ୟନ୍ତ ସେମିତି ଅପେକ୍ଷା କରିଥାଏ। ସନ୍ଧ୍ୟା ହେଲା, ସବୁଦିନ ଭଳି କୋକି ବୁଲିବାକୁ ଆସିଲା। ବୁଢ଼ା କଇଁଛଟି ମାଟି ଉପରେ ମଲାଭଳି ପଡ଼ିଥାଏ। କିଛି ସମୟ ପରେ କୋକି କଇଁଛର କୌଶଳ ଜାଣିପାରିଲା। ଆଉ ଆଗକୁ ନଯାଇ କହିଲା-''ଆରେ କଇଁଛଟାଏ କ'ଣ ଏଠି ସତରେ ମରି ପଡ଼ିଛି। ମତେତ ଠିକ୍ ଜଣାପଡ଼ୁନି। କଇଁଛ ମରିଗଲେ କାନ ହଲାନ୍ତି; ମାତ୍ର ଏଇଟାତ କାନ ହଲାଉନାହିଁ। '' ଏହା ଶୁଣି କଇଁଛ ଭାବିଲା ବୋଧହୁଏ କଇଁଛମାନେ ମଲାପରେ କାନ ହଲାନ୍ତି। ତେଣୁ ସେ ନିଜେ ମୃତ ବୋଲି ଜଣାଇ ଦେବା। ଲାଗି ସେ ଧୀରେ ଧୀରେ ତା'ର କାନଦୁଇଟିକୁ ହଲାଇବାକୁ ଆରମ୍ଭକଲା। କୋକିଶିଆଳୀ ପୁଣି କହିଲା-''ଆରେ କଇଁଛମାନେ ମରିଗଲା ପରେ ଥରେ ଆଖି ଖୋଲନ୍ତି ଓ ପୁଣି ବୁଜିଦିଅନ୍ତି। '' ବୋକା କଇଁଛ ଏହା ଶୁଣି କୋକିର କହିବା ଅନୁସାରେ ଆଖି ଖୋଲି ପୁଣି ବନ୍ଦକଲା। କୋକିଶିଆଳୀଟି ତା' ପାଖକୁ ଯାଇ ଗୋଇଠାଟାଏ ପକାଇ ବଣ ଭିତରକୁ ଧାଇଁ ପଳାଇଗଲା। ଲୋଭର ଫଳ ଜଣେ ଜମିଦାର ଥିଲେ। ତାଙ୍କର ମଇଁଷିଗୁଡ଼ିକ ଜଗିବା ଲାଗି ସେ ଲୋକଟିଏ ରଖିଥିଲେ। ତା' ନା ଦଡ଼ା। ପାଖ ଗାଁରେ ତା'ର ଘର। ତା'ର ମଧ୍ୟ କେତୋଟି ମଇଁଷି ଥାଆନ୍ତି। ଦଡ଼ା ମାଲିକଙ୍କ ମଇଁଷିଙ୍କୁ ଜଙ୍ଗଲକୁ ଚରାଇବାକୁ ନେଲାବେଳେ ଆପଣାର ମଇଁଷିଙ୍କୁ ମଧ୍ୟ ନେଇଯାଏ। ଆପଣା ମଇଁଷିଙ୍କୁ ଘାସ ଚରିବାକୁ ଛାଡ଼ିଦିଏ; ମାତ୍ର ମାଲିକଙ୍କ ମଇଁଷି ମୁହଁରେ ତୁଣ୍ଡି ବାନ୍ଧିଦିଏ। ଏହା ଫଳରେ ତା'ର ମଇଁଷିତକ ଘାସ ଚରି ମୋଟାସୋଟା ହେଲେ; ମାତ୍ର ମାଲିକଙ୍କ ମଇଁଷିଗୁଡ଼ିକ ଘାସ ଖାଇବାକୁ ନପାଇ ଶୁଖିଶୁଖି ଗଲେ। ଆପଣା ମଇଁଷିଗୁଡ଼ିକ ଦୁର୍ବଳ ହୋଇଯିବା ଦେଖି ଦିନେ ଜମିଦାର ଦଡ଼ାକୁ ପଚାରିଲେ-''ତୁ ତ ମଇଁଷିମାନଙ୍କୁ ଏକାଠି ଚରାଉଛୁ, ମୋ ମଇଁଷି କାହିଁକି ଦୁର୍ବଳିଆ, ଆଉ ତୋ ମଇଁଷି କାହିଁକି ମୋଟା ଦେଖାଯାଉଛନ୍ତି? କଥା କ'ଣ? '' ଦଡ଼ା କହିଲା-''ଆଜ୍ଞା ମୁଁ ତା' କେମିତି କହିବି? ମୁ ତ ସମସ୍ତଙ୍କୁ ନେଇ ଏକାଠି ଚରିବାକୁ ଛାଡ଼ିଦେଉଛି। ବିଶ୍ୱାସ ନ ହେଉଛି ତ ଆପଣ ନିଜେ ଜଙ୍ଗଲକୁ ଯାଇ ଦେଖିଆସନ୍ତୁ। ଏହା କହିଦେଇ ସେ ମଇଁଷିପଲକୁ ନେଇ ଜଙ୍ଗଲକୁ ଗଲା। ଭାବିଲା ମାଲିକଙ୍କୁ ସିନା ଜଙ୍ଗଲକୁ ଯାଇ ଦେଖି ଆସିବାକୁ କହିଲି, ସତରେ କ'ଣ ସେ ଆଜି ଦେଖିବାକୁ ଆସିବେ!